ଏହି ଗୋଟାକ ନାମ ଯୋଜନ ଯୋଜନ ପଥ ଅତିକ୍ରମ କରି ଏହି ବଣ ମଣିଷଗୁଡ଼ାକର ଅସ୍ପଷ୍ଟ ଚେତନାରେ ଗୋଟିଏ ଅକ୍ଷୟ ଶିଳାଲିପି ପରି ଅଙ୍କା ହୋଇଉଠିଚି। ଯେମିତି ହେଉ ଏହି ପାହାଡ଼ୀ ପୃଥିବୀରୁ ଏହି ନାମଟିକୁ ବଣମଣିଷଙ୍କ ଚେତନାରୁ ଚିରଦିନ ପାଇଁ ନିର୍ବାସିତ କରିବାକୁ ହେବ। ନହେଲେ ଉପାୟ ନାହିଁ। ଗୋଟିଏ ଦୁର୍ବଳ ରନ୍ଧ୍ର ପାଇଲେ ଏଇ ନାଁଟା ହୁ ହୁ ହୋଇ ସାରା ନାଗା ପାହାଡ଼ଟାକୁ ମାଡ଼ିଯିବ। ମାକେଞ୍ଜି ଭାବିଲେ, ଆଜି ଯାଇ ପୋଲିସ ସାହେବ ମିଃ ବସଉୟେଲଙ୍କ ସଂଗେ ଦେଖା କରିବାକୁ ହେବ। ସେଂଗାଇ ଆରମ୍ଭ କଲା–ତୁମ୍ଭେମାନେ ସାଇବ। ମଧୋଲାଲ କହିଲା, ତୁମମାନଙ୍କୁ ସେମାନେ ତାଙ୍କ ଦେଶରୁ ତଡ଼ିଦେବେ। ଆମର ରାଣୀ ଗାଇଦିଲି ଓ ତୁମ ସାଂଗରେ କୁଆଡ଼େ ଲଢ଼ାଇ କରିବ। ବିଷପାତ୍ର ଏଥର ଯେମିତି ଚହଲି ଉଠିଲା। ରାଣୀ ଗାଇଦିଲିଓର ଲଢ଼ାଇ କଣ କହୁଚ ସେଂଗାଇ। ବ୍ରିଟେନ୍ ବ୍ରୁକ୍ସାୟାରର ସେ ଦୁର୍ଦ୍ଦାନ୍ତ ଅଲ୍ଟାଇ ଆଉ ଆଜିକାଲିର ପାଦ୍ରୀ ମାକେଞ୍ଜି। ଜୀବନରେ ଯେମିତି ପ୍ରଥମ ଭୟ ପାଇଛି। କ୍ଷୀଣ ସ୍ୱରରେ ସେ କହିଲେ–ସବୁ ମିଛ। ଆମ ସାଂଗରେ ଲଢ଼ାଇ ନୁହେଁ। ଆମେ ତୁମର ବନ୍ଧୁ। ସେମାନେ ବିଦେଶୀ ଅସାନ୍ୟୁ। ସେଗାଂଇ କହିଲା–ତୁମେ କଣ କରିବାକୁ ଆସିଚ ଏଠାକୁ? ଏ ପ୍ରଶ୍ନର ଉତ୍ତର ଜଣାଅଛି ମାକେଞ୍ଜିଙ୍କୁ, କିନ୍ତୁ ସେ ଉତ୍ତରମାଳା ଏମାନଙ୍କ ପାଖରେ ସଜାଇଲେ ଚଳିବନି। ଗୋଟିଏ ଅର୍ଦ୍ଧନଗ୍ନ ପାହାଡ଼ୀ ମଣିଷର ପ୍ରଶ୍ନ ଯେ ଏତେ ମାରାତ୍ମକ, ତା କ'ଣ ଆଗରୁ ଜାଣିଥିଲେ ମାକେଞ୍ଜି? ମୁହଁରେ କୃତ୍ରିମ ହସ ଫୁଟିଉଠିଲା ମାକେଂଜିଙ୍କର। ଅଦ୍ଭୁତ ଉତ୍ସାହ। ଅଖଣ୍ଡ ପ୍ରେରଣା। ମାକେଂଜି କହିଲେ–ଆଚ୍ଛା ସେଂଗାଇ, ସାଲୁୟାଲଗ ବସ୍ତି ସହିତ ତୁମମାନଙ୍କର ଖୁବ୍ ଝଗଡ଼ା ନା-? ସେଙ୍ଗାଇ ମୁଣ୍ଡ ହଲାଇ କହିଲା–ହୁଁ ହୁଁ, ସେମାନେ ଆମର ଶତ୍ରୁ। ଚିତ୍କାର କରିଉଠିଲା ସାରୁୟାମାରୁ–କଣ ରେ ସେଂଗାଇ। ମଧୋଲାଲ ପରା ଗାନ୍ଧିଜୀର ଲଢ଼ାଇ ଆଉ ରାଣୀ ଗାଇଦିଲିଓର କଥା କହିବାକୁ ମନା କରିଥିଲା? –ହୁଁ ହୁଁ। ମୁଣ୍ଡ ହଲାଇଲା ସେଂଗାଇ। ତାପରେ ଲାଲ ଆଖିରେ ଚାହିଁଲା ମାକେଞ୍ଜି ଆଡ଼କୁ। ସେଇ ସୟତାନଟା ସବୁ ଜାଣି ପକାଇଲା। ୟାକୁ ଏକାବେଳକେ ମାରିପକାନ୍ତି କି। ଆମେ ବିଶ୍ୱାସଘାତୀ ହେଲୁ। ବେଇମାନୀ କଲୁ। କଣ ରେ ସେଂଗାଇ? ହୁଁ ହୁଁ। ଇଜାହ୍ରାଣ୍ଟୋସା ସାଲୋ। ଆମେ ପାହାଡ଼ୀ ମଣିଷ। ଆମକୁ କେହି ବିଶ୍ୱାସଘାତକତା କରିପାରିବେନି। ହୁଁ ହୁଁ, ଅନିଜାର ରାଗ ଆସିଛି। ସବୁ ଏ ସୟତାନ ସାହେବଟା ଲାଗି। ଦୀର୍ଘକାୟ ବର୍ଚ୍ଛାଟା ଧରିଲା ସେଂଗାଇ। ଅବ୍ୟର୍ଥ ଲକ୍ଷ୍ୟ। ଉଲ୍କା ପରି ସାଇଁ କରି ବର୍ଚ୍ଛାଟା ମଣିବନ୍ଧରେ ଭୁଷି ହୋଇଗଲା ମାରକେଞ୍ଜିଙ୍କର। ଦଲକାଏ ରକ୍ତ ବାହାରିଆସିଲା। ଚର୍ଚ୍ଚର ଶୁଭ ପ୍ରାଂଗଣରେ ମଣିଷ ପବିତ୍ର ନାମ ଉପରେ ଏହି ପାହାଡ଼ୀ ପୃଥିବୀର ରକ୍ତର କିଛି କଳଙ୍କ ରହିଗଲା-। ମର୍ଡ଼ର! ମର୍ଡ଼ର!! ଆରେଷ୍ଟ। ଆରେଷ୍ଟ! ସନ ଅଫ୍ ବିଚ୍। ଆର୍ତ୍ତନାଦ କରିଉଠିଲେ ମାକେଞ୍ଜି। ଚର୍ଚ୍ଚରୁ ଦୁଇ ଘର ଛାଡ଼ି ଆଉଟ ପୋଷ୍ଟ। ହଠାତ୍ ନିଷ୍କ୍ରିୟତା ଝଡ଼ିଗଲା ସାରୁୟାମାରୁର। ମଣିପୁରୀ ପୁଲିସଙ୍କ କବଳରୁ ସେଂଗାଇବୁ ଛଡ଼ାଇନେଲା ସେ। ଇଜା ରାମଖୋ। ସେଂଗାଇକୁ ନେଇଯିବ? ବର୍ଚ୍ଛାରେ ମାରି ପକାଇବି। ସେଙ୍ଗାଇକୁ ଘାସ ବଣ ଭିତରେ ଫିଙ୍ଗିଦେଇ ଫଁ ଫଁ ଗର୍ଜିଉଠିଲା ସାରୁୟାମାରୁ। ଜର୍ଜ୍ଜରିତ ହୋଇଉଠିଲେ ମାକେଞ୍ଜି। ଓଃ, ସନସ୍ ଅଫ ଡ଼େଭିଲ। ବ୍ୟାସ୍ଟାର୍ଡ଼। ମଇ ମଷ୍ଟ ସି। ଉତ୍ତେଜିତ ହୋଇ ଧାଇଁଆସିଲେ ସାରୁମାୟାରୁ ଆଡ଼କୁ ମାକେଂଜି। ତା ଆଗରୁ ବର୍ଚ୍ଛାଟା ଧରି ସାରିଥିଲା ସାରୁୟାମାରୁ। ତା ଆଖିରେ ଶିକାରୀର ଛାୟା ବୁଲୁଛି। ଅବାକ୍ ହୋଇ ଠିଆହୋଇଗଲେ ମାକେଂଜି। ପାହାଡ଼ୀ ମଣିଷର ବର୍ଚ୍ଛା। ବଡ଼ ବନ୍ୟ ଆଦିମ ସେ। ଗୋଟାଏ କୌଣସି ଭୟାନକ କାଣ୍ଡ ଘଟିଯିବା ଏକାବେଳକେ ଅସମ୍ଭବ ନ ଥିଲା। କିନ୍ତୁ ତା ଆଗରୁ ଚାରିଆଡ଼ୁ ବିହାରୀ, ଆସାମୀ ଆଉ ବଙ୍ଗାଳୀ ପୁଲିସଗୁଡ଼ାକ ଘେରି ଯାଇଥିଲେ ସାରୁୟାମରୁର ଚାରିଦିଗରେ। ଟକ ଟକ ବେୟନେଟର ଫଳା ଗୁଡ଼ିକ ଛାତି, ପିଠି, ଦେହ ଗୋଟାକ ହିଂସ୍ର ଭାବରେ ଉଦ୍ୟତ ହୋଇରହିଛି। ଅସହାୟ ଚକ୍ଷୁରେ ଚାହିଁଲା ସାରୁୟାମାରୁ–ଗୋଡ଼ ପାଖରେ ପଡ଼ିରହିଛି ସିଙ୍ଗାଇ। ଅଚେତନ ପ୍ରାୟ। ସବୁଜ ଘାସ ଉପରେ ପାହାଡ଼ୀ ରକ୍ତ ଯେମିତି ଛିଟ୍ କି ପଡ଼ଛି। ଗର୍ଜି ଉଠିଲେ ମାକେଞ୍ଜି। ସୟତାନଟାକୁ ନେଇଯାଅ ଆଉଟି ପୋଷ୍ଟକୁ। ଏଇ ଡ଼େଭିଲ ପିଲାଟାକୁ ମଧ୍ୟ ଧରିନେଇ ଯାଅ। ସି ସେଙ୍ଗାଇ ଆଡ଼କୁ ହାତ ଦେଖାଇ କହିଲେ ମାକେଂଜି–ମୁଁ ଟିକକ ପରେ ଯାଉଛି।